ସେ କହିଲେ, ଟେକ୍ ଇଟ୍। ଦ୍ୟାଟ୍ସ ୟୋର ଗାନ୍ଧି ଆଣ୍ଡ ଦ୍ୟାଟ୍ସ ୟୋର ଗ୍ରାଣ୍ଡ ଚିଲଡ୍ରେନ ଅଫ ଗାନ୍ଧି, ଟେକ୍ ଇଟ୍। ମହମବତୀଟି ସେଣ୍ଟର ଟେବୁଲର ଗୋଟିଏ କଣରୁ ତଥାପି ଜଳୁଥାଏ। ଇଲେକ୍ଟ୍ରିକ ବତୀ ଜଳିବା ସତ୍ତ୍ୱେ ସେଇଟିକୁ ଲିଭାଇ ଦେବାକୁ ଭୁଲିଯାଇଥାନ୍ତି ସେମାନେ। ଖୋଲା ଝରକା ବାଟେ କେହି ଜଣେ ମୁହଁରେ ଫୁଙ୍କିଲା ଭଳି ଦମକାଏ ପବନ କୋଠରୀ ଭିତରକୁ ପଶିଆସି ଭିତର ଘରକୁ ସଂଯୁକ୍ତ କରୁଥିବା କବାଟ ଉପର ପରଦା ଠେଲି ବାହାରି ଚାଲିଗଲା। ପବନରେ ଶୀତର ପ୍ରଭାବ ସାମାନ୍ୟ ପରିମାଣରେ ଥିବା ଭଳି ମନେହେଉଥିଲା। କିନ୍ତୁ ଲେଖକଟି ବିଚରା ଅସହ୍ୟ ଶୀତରେ ଥରିଗଲା ଭଳି ଜାକିଜୁକି ହୋଇ ବସିପଡ଼ିଲା। ତାର ଆଖିର ଆକୃତି କ୍ରମଶଃ ବଢ଼ି ବଢ଼ି ଚାଲିଥିଲା। ଡୁ ୟୁ ଫିଲ କୋଲ୍ଡ? ଇଞ୍ଜିନିୟର ଥରେ ମାତ୍ର ଲେଖକ ଆଡ଼କୁ ଅନେଇଦେଇ ଅନ୍ୟମନସ୍କ ଭାବେ ମହମବତୀଟିକୁ ଫୁଙ୍କି ଲିଭେଇ ଦେଉ ଦେଉ କହିଲେ, ପ୍ରୋବାବ୍ଲି ଦ ଉଇଣ୍ଟର ହାଜ କମ ଆଫ୍ଟର ଅଲ। ବଟ ଆଇ ଆମ ଆଜ ହଟ ଆଜ ଏଭର। ମହମବତୀଟା ଲିଭିଯିବା ମାତ୍ରେ ଲେଖକର ଥରା ଆଖିଦୃଷ୍ଟିଆ ହୋଇ ଆରମ୍ଭ ହୋଇଗଲା। ସେ କିଛି କହିବାକୁ ଚେଷ୍ଟା କରୁଥିଲା ହୁଏତ, କିନ୍ତୁ ଶୈତ୍ୟାଧିକ୍ୟ ହେତୁ କେବଳ ତା' ଦାନ୍ତରେ ଦାନ୍ତ ବାଡ଼େଇ ହୋଇଯିବାର ଶବ୍ଦ ସ୍ପଷ୍ଟ ଶୁଣାଗଲା। ତଥାପି ବହୁ କଷ୍ଟ କରି ନିଜକୁ ସ୍ଥିର କରିସାରି ସେ କହିଲା, ଶୀତ ଆସିଗଲା ଇଞ୍ଜିନିୟର ସାହେବ, ମୁଁ ଏଥର ଯାଏ! ନୋ, ଜଷ୍ଟ ହୋଲ୍ଡ ଅନ ପ୍ଲିଜ। ଆଇ ହାଭ ଟୁ ଶୋ ୟୁ ଆନାଦର ଏଭିଡେନ୍ସ! ୟୋର ଗାନ୍ଧି ହାଜ ଗନ ଉଇଥ ଦ ଉଇଣ୍ଡ ଫର ଏଭର! ଜଷ୍ଟ ସି! ଇଞ୍ଜିନିୟର ତାଙ୍କ ଚଉକିରୁ ଏଡ଼େ ଜୋରରେ ଉଠିପଡ଼ିଲେ ଯେ ଓଜନିଆ ଚଉକିଟା ପ୍ରାୟ ଟଳମଳ ହୋଇ ଓଲଟି ପଡ଼ୁପଡ଼ୁ ପୁଣି ରହିଗଲା। ସ୍ୱାଭାବିକ ଠାଣିରେ ଇଞ୍ଜିନିୟରଙ୍କ ନମନୀୟ ଶରୀର ମ୍ୟାଗାଜିନ ଗଦା ଉପରକୁ ବଙ୍କେଇଗଲା। ସେ ବୋଧହୁଏ ଆଉ ଖଣ୍ଡିଏ କୌଣସି ମ୍ୟାଗାଜିନ ଟାଣିଆଣିବାକୁ ବସିଥିଲେ। କିନ୍ତୁ ହଠାତ୍ ଘର ଭିତରୁ କୌଣସି ଅସ୍ୱାଭାବିକ ଶବ୍ଦ ସହିତ ଏଭଳି ବିକୃତ ଅଶ୍ରାବ୍ୟ ଭାଷା ଶୁଣାଗଲା ଯେ ଇଞ୍ଜିନିୟର ଦାସ ଚମକି ପଡ଼ିଲେ। ଚଉକି ଉପରୁ ଖପକରି ଡେଇଁପଡ଼ି ଠିଆ ହୋଇପଡ଼ିଲା ଲେଖକ ଓ ବାହାର କବାଟ ଖୋଲାଥିବା ଦେଖି ଦଉଡ଼ି ପଳେଇବାକୁ ଗୋଡ଼ କାଢ଼ୁ କାଢ଼ୁ ଅଟକିଗଲା। ନୋ, ଡୋଣ୍ଟ ରନ ଆୱେ! ଇଞ୍ଜିନିୟରଙ୍କ ହାତମୁଠା ଲେଖକର ଗୋଟିଏ ହାତର ମଣିବନ୍ଧ ଉପରେ ସ୍ୱୟଂଚାଳିତ ଭାବେ ଚିପିହୋଇଯାଇ ଦଉଡ଼ି ପଳାଇବାକୁ ଉଦ୍ୟମ କରୁଥିବା ଲୋକଟିକୁ ସ୍ଥାଣୁ କରିଦେଲା। ଦ୍ୟାଟ୍ସ ମାଇଁ ୱାଇଫ ଇନ ୱାନ ଅଫ ହର ଫିଟସ! ସେ ସ୍ୱର ଇଞ୍ଜିନିୟରଙ୍କର ବା ଅନ୍ୟ କାହାର ଜାଣିବା ପୂର୍ବରୁ ଲେଖକର କାନରେ ବାଜିଲା, ଯୋଗିନୀଖିଆ, ଖଣ୍ଡିଆ, ଅଳପେଇଷା, କହୁଛି କ'ଣ ନା ଦ୍ୟାଟ୍ସ ମାଇଁ ୱାଇଫ। କିଏ ତୋ ୱାଇଫ ରେ ଛତରଖିଆ! ଇଂରାଜୀ ଶୁଣୋଉଛୁ ମତେ? ଆଜିକାଲି ଛୋଟଲୋକେ ଇଂରେଜୀରେ କଥା କହୁଛନ୍ତି, ଜାଣୁ? ଲେଖକଟି ଇଞ୍ଜିନିୟରଙ୍କ ହାତମୁଠା ଭିତରେ ଥାଇ ପୂର୍ବପରି ଥରୁଥାଏ। କିନ୍ତୁ କୌଣସି କାରଣରୁ ସେ ଆଉ ଦଉଡ଼ି ପଳେଇଯିବାକୁ ଚେଷ୍ଟା ନ କରି ଘଟଣାଟିକୁ ବୁଝିବାକୁ ଚେଷ୍ଟା କରୁଥାଏ। ପ୍ଲିଜ ସିଟ ଡାଉନ, ପ୍ଲିଜ ସିଟ ଡାଉନ, ଦ୍ୟାଟ ଉଇଲ ପାସ ଅଫ ଇନ ଏ ମିନିଟ!